କହିଲା, ନିଅ। ଅଦା ଦେଇ ଚା କରି ଆଣିଛି। ବାପରେ ବାପ୍, ଏ ରଘୁଟାର କି ନିଦ! ରୋଷେଇ ଘରେ ଗୋଟେ କୋଣକୁ ଶୋଇଛି ଯେ ଠିକ୍ ତା' ମୁଣ୍ଡ ଉପରେ ଗୋଟେ କୁଲା ଝୁଲୁଛି ଆଉ ତା' କାନ ଏତେ ଜୋରରେ ଘଡ଼ଘଡ଼ ହେଉଛି ଯେ ସେଇ କୁଲାଟା ପବନରେ ଦୋହଲିଲା ପରି ମନେହେଉଛି। କହୁ କହୁ ସ୍ୱଭାବ ଆନନ୍ଦମୟୀ, ଚଞ୍ଚଳା ତନୁ ହସି ହସି ଗଡ଼ିଗଲା।ମନୋରଞ୍ଜନ ବି ହସିଲେ। ଚା ପିଇଲେ ପରମ ପରିତୃପ୍ତିରେ। ତା'ପରେ କହିଲେ, ତନୁ, ସେ ଘରୁ 'ମାତୃଭୂମି'ଟା ନେଇଆସିବୁ। ଧାଇଁଯାଇ ନେଇଆସିଲା କାଗଜଟା ତନୁ। ଭାଇନାଙ୍କ ହାତକୁ ବଢ଼ାଇ ଦେଉ ଦେଉ ନିଜର ନୋଟ୍-ଖାତା ଉପରେ ଟିକିଏ ଝୁଙ୍କିପଡ଼ିଲା। କହିଲା ଇସ୍, କେତେଟିକିଏ ସମୟ ଭିତରେ କେତେ ତୁମେ ଶୁ ଲେଖିପକେଇଛ! ତୁମର ତ ଆଉ ଲେଖାଲେଖିରେ ଅଭ୍ୟାସ ନାହିଁ। ଏତେ ଲେଖିପାରିଲ କିପରି, ଭାଇନା? ଆଉ ଲେଖାଗୁଡ଼ିକ କି ସୁନ୍ଦର ତୁମର! ମୁଁ ଏତେ ଲେଖୁଛି, ଅଥଚ ମୋ ଲେଖାଗୁଡ଼ିକ ସତେଯେପରି ବିଲେଇ ଆମ୍ପୁଡ଼ା।ଡାକ୍ତର ସେକଥାର ଉତ୍ତର ଦେଲେନି। ମନଦେଇ କାଗଜରୁ ସିନେମା ଖବର ସଂଗ୍ରହ କରୁଥିଲେ। କହିଲେ, ଏଇଠି ଦେଖିଲୁଣି, ତନୁ, ଭି. ଶାନ୍ତାରାମଙ୍କର ନବରଙ୍ଗ ହେଉଛି ରୂପ ମନ୍ଦିର'ରେ। ଭାରି ଭଲ ଛବି। ତାଙ୍କର କୁଆଡ଼େ ପ୍ରତ୍ୟେକଟି ଛବି ବେଶ୍ ଆଦର୍ଶପୂର୍ଣ୍ଣ। ଚାଲ, ଯିବା ତୋର ମୋର। ତନୁ ତୀର୍ଯ୍ୟକ ଦୃଷ୍ଟିରେ ଚାହିଁଲା ଭାଇନାଙ୍କ ମୁହଁକୁ। କହିଲା, ଆଜି ଏ କି ନୂଆ କଥା, ଭାଇନା? ତୁମେ ଯିବ ସିନେମା? ହଁ, ତୁମେ ସିନା ଭଲପାଉନଥିଲ, ଭାଉଜ କାଳେ ଦେଖିବାକୁ ଭଲପାଉଥିବେ! ସେଥିପାଇଁ ଆଗରୁ ଅଭ୍ୟାସ କରିବା ଭଲ। ଓଠ ଚିପି ହସିଲା ତନୁ। ତୁ ବକର ବକର ହେବୁ, ନା ଯିବୁ? ଯିବୁ ତ ଚାଲ୍। ମୁଁ ଆଜି ନିଶ୍ଚୟ ଯିବି। ଯିବୁ ଯଦି କାମ ସାର୍। ତନୁର ଲୋଭିଲା ମନ ଚଞ୍ଚଳ ହୋଇଉଠିଲା। ଥାପି ଆବେଗ ଚାପି କହିଲା, ମୋର ଆହୁରି ତ କେତେ ଲେଖା ବାକି ଅଛି, ମୁଁ କ'ଣ କରିବି? କାଲି ଭୋର୍ ସାଢ଼େ ଛଅଟାରେ ମୋର କ୍ଲାସ୍। ନୋଟ୍ଖା ତାଟା ଫେରାଇ ନେବାକୁ ସନ୍ଧ୍ୟା ହାତ ବଢେଇବ। ହାତରେ କଲମଟା ଉଠେଇନେଇ ଡାକ୍ତର କହିଲେ, ହଉ, ତୁ ଯା, ମୁଣ୍ଡ ବାନ୍ଧା, ଲୁଗାପଟା ପିନ୍ଧ। ମୁଁ ତୋ ଖାତା ଲେଖିଦେଉଛି। ବୋଉଙ୍କୁ ଉଠା ଯାଇ। ତନୁ ଖାତା-କଲମ ଫୋପାଡ଼ିଦେଇ ହାୱାରେ ଉଡ଼ିଗଲା। ଗୋଡ଼ ତଳେ ଲାଗୁନି। ବାପା ବୋଉଙ୍କୁ ଉଠାଇଦେଲା ଯାଇ।ସିନେମା ଯିବା କଥା ଶୁଣି ଅପରାଜିତା ଆଉ ଦିବ୍ୟେନ୍ଦୁ ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ତୁ ଜିଦ୍ କଲୁ, ନା ଭାଇନା ନିଜକୁ କହିଲା? ଓଠ ଫୁଲାଇଲା ତନୁଶ୍ରୀ। କହିଲା, ନାଇଁରେ ବାବା, ମୁଁ କିଛି କହିନି। ସେ ନିଜେ ନିଜେ କହିଲେ ସିନେମା ଯିବା କଥା। ତା' ଛଡ଼ା, ତୁମେ ତ ସବୁ ମୋତେ ମୁଣ୍ଡରେ ବସାଇଛ କି ନା, ମୁଁ କହିଦେଲା ମାତ୍ରେ ଧାଇଁଯିବ ସବୁ। କହୁ କହୁ ମୁଣ୍ଡ କୁଣ୍ଡାଇବାକୁ ଚାଲିଗଲା ତନୁ। ଦିବ୍ୟେନ୍ଦୁ ଅପରାଜିତାଙ୍କ ମୁହଁକୁ ଚାହିଁ ହସିଦେଲେ। କହିଲେ, ଯୋଡ଼ିଏ ବୋଲି ପୁଅ ଝିଅ, ସେଥିରୁ ଗୋଟେ ବାୟା ଆଉ ଗୋଟିଏ ବାୟାଣୀ।"ତନୁ କିଛି ସମୟ ପରେ ଡେଇଁ ଡେଇଁ ତଳକୁ ଆସିଲା, କହିଲା, ତୁମର ସରିଲା, ଭାଇନା? ମୁଁ ରେଡ଼ି। ଛଅଟା ବାଜିବାକୁ ଆଉ ମୋଟେ ଦଶ ମିନିଟ୍ ରହିଲା। ଆସ ଜଲ୍ଦି। ତୁମର ଲେଖା ସରିଛି? ହଁ, ସରିଛି। ଚାଲ। ଲୁଗା ପିନ୍ଧିବାକୁ। ଖଣ୍ଡଗିରି, ଉଦୟଗିରି, ପୁରୀ, କୋଣାର୍କ, ତାପରେ ସବା ଶେଷରେ କେଦାରଗୌରୀ ଏହିସବୁ ଦେଖିବେ ବୋଲି ସେ ପରା ଆସିଛନ୍ତି! ବାପା ଏଇନେ ସ୍ୱାମୀଙ୍କୁ ସାଙ୍ଗରେ ନେଇ ଲିଙ୍ଗରାଜ ଦର୍ଶନ କରି ଯାଇଛନ୍ତି। ଟୁଲୁ ଏତେ କଥା କହିଗଲେ ବି ଡାକ୍ତରଙ୍କ କାନରେ କିଛି ହେଲେ ପଡ଼ୁନଥିଲା। ସେ ମାନସଚକ୍ଷୁରେ ଦେଖୁଥିଲେ 'ମୌସୁମୀ' ନାଁର ଝିଅଟିକୁ ଯାହାର ରୂପରେ କମନୀୟତା, ଯାହାର ଭଙ୍ଗୀରେ ନମନୀୟତା; ଯେଉଁ ଝିଅଟି ଏଇ କେତେଦିନ ହେଲା ସ୍ୱପ୍ନରେ ତାଙ୍କର ଉଭା ହୁଏ। କଳ୍ପନା ତାଙ୍କର ସାର୍ଥକ ହୋଇଛି, ମାନସୀ ତାଙ୍କର ମନୋମତ। କେତେଦିନ ଧରି ଗୋଟିଏ ଅଦେଖା କୁମାରୀ କନ୍ୟାର ରୂପକୁ ନାନା ରଙ୍ଗରେ, ନାନା ବର୍ଣ୍ଣରେ ଚିତ୍ରିତ କରୁଥିଲେ ମନ-ଇଜେଲରେ, ଆଜି ଜୀବନ୍ତ କନ୍ୟାକୁ ଦେଖି କଳ୍ପନାର ଛବି ଆଙ୍କିବାରେ ପରିସମାପ୍ତି ଘଟିଲା।